ଏହି ସଂସାର ଭିତରେ ରହି ମଧ୍ୟ ଭଗବାନଙ୍କର ସାନ୍ନିଧ୍ୟ ଏବଂ ଜ୍ଞାନ ଲାଭ କରାଯାଏ। କୌଶିକ ନାମରେ ଜଣେ ବ୍ରାହ୍ମଣ ଯୁବକ ଗଭୀର ଅରଣ୍ୟରେ ରହି ବେଦ ପାଠ କରିବାକୁ ଲାଗିଲେ। ଗଛତଳେ ବସି ବେଦମନ୍ତ୍ର ଉଚ୍ଚାରଣ କରୁଥିଲାବେଳେ ସେ ଗଛ ଉପରେ ଗୋଟିଏ ବଗ ମଳତ୍ୟାଗ କଲା ଏବଂ ସେ ମଳ ପଡ଼ିଲା କୌଶିକଙ୍କ ମୁଣ୍ତ ଉପରେ। କୌଶିକ ତ ତପସ୍ୟାସିଦ୍ଧ ଥିଲେ। ସେ ଉପରକୁ ଅନାଇବା ମାତ୍ରକେ ବଗଟି ପୋଡ଼ି ମରିଗଲା। ଏଥିରେ କୌଶିକ ଦୁଃଖିତ ହେଲେ। ତା'ପରେ ସେ ଭିକ୍ଷା କରିବାକୁ ଯାଇ ଜଣେ ଗୃହସ୍ଥଙ୍କ ଘର ଆଗରେ ଭିକ୍ଷା ମାଗିଲେ ସେ ଘରର ରମଣୀଟି ପତିବ୍ରତା ଥିଲେ। ଦେବତାଙ୍କୁ ଯେଉଁଭଳି ସେବା କରାଯାଏ ସ୍ୱାମୀଙ୍କୁ ମଧ୍ୟ ସେମିତି ସେବା କରୁଥାନ୍ତି। ଏତିକିବେଳେ ତାଙ୍କ ସ୍ୱାମୀ ଆସିବାରେ ସେ କୌଶିକଙ୍କୁ ଭିକ୍ଷା ନ ଦେଇ ସ୍ୱାମୀଙ୍କର ସେବାରେ ଲାଗିଲେ। ହଠାତ୍ ମନେ ପଡ଼ିବାରୁ ସେ ଭିକ୍ଷା ନେଇ କୌଶିକଙ୍କୁ ଦେବାକୁ ଗଲେ। କୌଶିକ ରାଗିଯାଇ କହିଲେ, ''ମୋତେ ତ ମନା କରିଦେଲେ ଚଳନ୍ତା। '' ପତିବ୍ରତା ରମଣୀ କହିଲେ—''ବିଳମ୍ୱ ପାଇଁ କ୍ଷମା କରିବେ। '' କୌଶିକ କିନ୍ତୁ ରାଗିଯାଇ କହିଲେ—''ତମେ ମୋତେ ଅପମାନିତ କରିଛ, ଜାଣନା ମୋର ଶକ୍ତି କେତେ? '' ରମଣୀଟି ହସି କହିଲେ—''କ୍ରୋଧ ଜ୍ଞାନୀଙ୍କର ସ୍ୱଭାବ ନୁହେଁ। ତା' ଛଡ଼ା ମୁଁ ତ ବଗ ନୁହେଁ ଯେ ମୋତେ ଧ୍ୱଂସ କରିଦେବେ। ଏତେ ବେଦପାଠ କରୁଛନ୍ତି, କିନ୍ତୁ ପ୍ରକୃତ ଧର୍ମ କାହାକୁ କୁହାଯାଏ ତାହା ଆପଣ ଜାଣି ନାହାନ୍ତି। '' କୌଶିକଙ୍କର ଚୈତନ୍ୟ ହେଲା। ଭାବିଲେ, ବଗକଥା ଘରେ ଥାଇ ଏ ରମଣୀ ଜାଣିଲେ କିପରି? ତା' ପରେ ସେ ରମଣୀ କୌଶିକଙ୍କୁ ଧର୍ମବ୍ୟାଧ ପାଖକୁ ଯିବାକୁ ଉପଦେଶ ଦେଲେ। ଧର୍ମବ୍ୟାଧ କୌଶିକ ଭାବିଲେ, ସେ ଜାତିରେ ବ୍ରାହ୍ମଣ—ବେଦଜ୍ଞ। ତାଙ୍କୁ ପୁଣି ଯିବାକୁ ହେବ ଜଣେ ମାଂସବିକାଳି ବ୍ୟାଧ ପାଖକୁ। କୌଶିକ ଅଗତ୍ୟା ମିଥିଳା ଆଡ଼କୁ ଚାଲିଲେ। ବ୍ରହ୍ମଜ୍ଞାନୀ ରାଜା ଜନକଙ୍କର ସୁଶାସନରେ ମିଥିଳାରେ ଶାନ୍ତି ଓ ଆନନ୍ଦ ବିରାଜମାନ କରିଥାଏ। ସେ ପଚାରି ପଚାରି ଧର୍ମବ୍ୟାଧ ପାଖକୁ ଚାଲିଲେ। ଦେଖିଲେ ଯେ ଗୋଟିଏ ଦୋକାନ ଭିତରେ ବସି ଜଣେ ଲୋକ ମାଂସ ବିକ୍ରି କରୁଛି। ସେଇ ବ୍ୟକ୍ତି ଧର୍ମବ୍ୟାଧ। କୌଶିକ ଅପେକ୍ଷା କଲେ। ଧର୍ମବ୍ୟାଧ ନିଜର ଶକ୍ତିରେ ସମସ୍ତ ଜାଣିପାରି କୌଶିକଙ୍କୁ ପ୍ରଣାମ ଜଣାଇ କହିଲେ—''ଶବର! ସବୁ ଭଲ ତ-? ମୋତେ କ'ଣ କରିବାକୁ ହେବ କୁହନ୍ତୁ। ପତିବ୍ରତା ରମଣୀ ଯେ ଆପଣଙ୍କୁ ପଠାଇଛନ୍ତି, ମୁଁ ତାହା ଜାଣିଛି। '' କୌଶିକ ବିସ୍ମିତ ହେଲେ। ଏ ପୁଣି କିପରି ଜାଣିଲେ। ସେ ଯୁଗରେ ଆଜିକାଲି ପରି ଟେଲିଗ୍ରାମ ବା ଟେଲିଫୋନ ତ ନ ଥିଲା। କୌଶିକ କହିଲେ—''ଏ ମାଂସ ବିକ୍ରି କାର୍ଯ୍ୟଟା ମୁଁ ପସନ୍ଦ କରୁନି। ତମେ ଧାର୍ମିକ ଲୋକ ହୋଇ ଏ କାମ କରୁଛ।? '' ବ୍ୟାଧ କହିଲା—''ଏ ତ ମୋର କୌଳିକ କର୍ମ। ମୋ ବଂଶରେ ସମସ୍ତେ ଏ କାମ କରି ଆସୁଛନ୍ତି। ମୁଁ ଶାସ୍ତ୍ର ମାନି ଚଳେ। ମାତାପିତା ଗୁରୁଜନମାନଙ୍କର ସେବା କରେ। ସତ କଥା କହେ, କାହା ପ୍ରତି ବିଦ୍ୱେଷ କରେନା। ଦୀନଦୁଃଖୀଙ୍କୁ ଯଥାସାଧ୍ୟ ଦାନ ଦିଏ। ଅତିଥି ସେବା କରେ-। ଦେବସେବା ପରେ ଆତ୍ମୀୟମାନେ ଏପରିକି ଭୃତ୍ୟମାନେ ଖାଇବା ପରେ ଯାହା ବଳେ, ତାହା ଖାଏ। ଏମାନଙ୍କର ସେବା ହିଁ ମୋର କର୍ତ୍ତବ୍ୟ। ସେବା କରିବା ପାଇଁ ମାଂସ ବିକ୍ରିକରି ଅର୍ଥ ଉପାର୍ଜନ କରେ। ମୁଁ ମାଂସ ଖାଏ ନାହିଁ—ନିଜେ ପ୍ରାଣୀବଧ କରେନା! ଶିକାରୀମାନଙ୍କ ନିକଟରୁ ନିହତ ପଶୁ ଆଣି ତାର ମାଂସ ବିକ୍ରି କରେ। '' କୌଶିକଙ୍କୁ ଉପଦେଶ ଦେଇ ଧର୍ମବ୍ୟାଧ କହିଥିଲେ, ''ଆତ୍ମଜ୍ଞାନ ହିଁ ଶ୍ରେଷ୍ଠ ଜ୍ଞାନ। ସତ୍ୟହିଁ ପରମ ବ୍ରତ। ଯାହା ସାଧାରଣର ହିତ ତାହାହିଁ ସତ୍ୟ। ଇନ୍ଦ୍ରିୟ ସଂଯମ କରିବାହିଁ ତପସ୍ୟା-। ଜୀବ ନିତ୍ୟ, ଶରୀର ଅନିତ୍ୟ। ମୃତ୍ୟୁରେ କେବଳ ଶରୀର ନାଶ ହୁଏ। ବାପା ମାଆଙ୍କର ସେବାହିଁ ଅସଲ ସେବା। '' କୌଶିକ ଉପଦେଶ ନେଇ ନିଜ ଘରକୁ ଫେରି ବାପାମାଆଙ୍କୁ ଦେବତା ଜ୍ଞାନରେ ପୂଜା କରି ସୁଖ, ଶାନ୍ତି ଓ କଲ୍ୟାଣ ପାଇଲେ। ଖରାପ ଲୋକଙ୍କ ଦାଉରୁ ରକ୍ଷା ପାଇବ କିପରି? ଥରେ ଗୋଟିଏ ପଡ଼ିଆରେ ଜଣେ ବ୍ରହ୍ମଚାରୀ ତପସ୍ୱୀ ଯାଉଥିଲେ। ଗାଈଆଳ ଟୋକାଏ କହିଲେ, 'ବାବାଜୀ ମହାଶୟ, ଏ ବାଟରେ ଯାନ୍ତୁ ନାହିଁ। ଏ ରାସ୍ତାରେ ଗଲେ ଗୋଟିଏ ବିଷଧର ସର୍ପ ଆପଣଙ୍କୁ କାମୁଡ଼ି ଦେବ।